ମୋ ଜୀବନରେ ଏହି ମୁହୂର୍ତ୍ତଟି ଚିର ଆରାଧ୍ୟ ହୋଇ ରହିବ ପ୍ରିୟତମ। '' ''ଲେନା! ତୁମେ କ'ଣ ଯେ ଚାହୁଁଛ ମୁଁ ଭାବି ପାରୁନି। '' ''ତୁମେ ଭାବି ପାରିବ ନାହିଁ ଆଲେସ୍କି! '' ଆଲେସ୍କିଙ୍କର ଉଜ୍ଜ୍ୱଳ ମୁଖକୁ କ୍ଷଣିକ ପାଇଁ ଅନାଇ ପୁଣି ଆଖି ବୁଜି ଦେଲା ଲେନା। ' ମୋ ଜୀବନର ସବୁ ମୁଁ ପାଇସାରିଛି। ସାରା ବିଶ୍ୱରେ ମୁଁ ଆଜି ସବୁଠାରୁ ସୁଖୀ। ମଙ୍ଗଳ ଗ୍ରହ ସମ୍ୱନ୍ଧରେ ତୁମର ଏହି ଆବିଷ୍କାର ଯେତେ ଆନନ୍ଦନାୟକ ନୁହେଁ, ମୋର ଏହି ସୁଖମୟ ମୁହୂର୍ତ୍ତଟି ତା'ଠାରୁ ଅଧିକ ସୁଖମୟ ଓ ଆନନ୍ଦଦାୟକ। '' ସେତେବେଳକୁ ଲେନାର ବାହୁଦ୍ୱୟ ଆଲେସ୍କିଙ୍କର ବେକ ଚାରିପାଖରୁ କଟୀ ଉପରକୁ ଖସି ଆସୁଥିଲା। ଲେନାର ଘନ ଘନ ଚୁମ୍ବନରେ ଆଲେସ୍କିଙ୍କର କପୋଳ ହୋଇଉଠିଥିଲା ଗାଢ଼ ଆରକ୍ତ। ହଠାତ୍ କାହାର ଆସିବା ଶବ୍ଦରେ ଲେନା ପ୍ରକୃତିସ୍ଥା ହୋଇପଡ଼ିଲା। ଆଲେସ୍କିଙ୍କୁ ନିଜ ବାହୁପାଶରୁ ମୁକୁଳାଇ ଦେଇ ନିକଟବର୍ତ୍ତୀ ଇଜି ଚେୟାରରେ ଯାଇ ବସିପଡ଼ିଲା। ପାଦଠାରୁ ମୁଣ୍ଡ ପର୍ଯ୍ୟନ୍ତ ତାର ଝିମ୍ଝିମ୍ ହୋଇଗଲା। ଶରୀର ତା'ର ଦୁର୍ବଳତାରେ ଅବଶ ହୋଇ ପଡ଼ିଥିଲା। ସେ ଆଖି ବୁଜିଦେଇ ନିଜର ଏହି କ୍ଷଣିକ ଉନ୍ମାଦନା ସମ୍ୱନ୍ଧରେ ଭାବିବାକୁ ଲାଗିଲା। ନିଜକୁ ସେ ଏତେ ଲଜ୍ଜିତା ମନେ କରୁଥିଲା ଯେ, ଉଠିଯାଇ ଦୁଆର ଫିଟାଇବାକୁ ସାହସ ହେଉ ନଥିଲା। ଆଲେସ୍କି ଲେନାର ବାହୁବନ୍ଧନରୁ ମୁକ୍ତ ହୋଇ କ୍ଷିପ୍ରଗତିରେ ଯାଇ ଦୁଆର ଖୋଲିଦେଲେ। ନିଜର ଲଜ୍ଜିତ ଅବସ୍ଥା ଓ କପୋଳରେ ରକ୍ତରାଗର ଚିହ୍ନ ବଡ଼ ଅଡ଼ୁଆରେ ପକାଉଥିଲା ତାଙ୍କୁ କିଏ ଯଦି ତାଙ୍କ ଏଭଳି ଅବସ୍ଥାରେ ଦେଖେ, ତେବେ ସେ କ'ଣ ମନେ କରିବ ଭାବି ଆଲେସ୍କି ବଡ଼ ଅସ୍ଥିର ହୋଇପଡ଼ିଲେ। ସେ ତରତର ହୋଇ ପକେଟରୁ ରୁମାଲ ବାହାର କରି ନିଜ କପୋଳକୁ ବାରମ୍ୱାର ପୋଛିବାକୁ ଲାଗିଲେ, ଚୁମ୍ୱନର ଲାଲ ଚିହ୍ନକୁ ନିଭାଇ ଦେବାପାଇଁ-। ଅନ୍ୟମାନଙ୍କ କଥା ଆଉ, ମେରିନା ଯଦି ଦେଖେ ସେ କ'ଣ ଭାବିବ? ଏହିଭଳି କେତେ କ'ଣ ଭାବି ଆଲେସ୍କି ନିଜ କପୋଳକୁ ଭଲଭାବରେ ପୋଛୁଁ ପୋଛୁଁ: ମେରିନା ବାହାର ଆଡ଼ୁ ଦୌଡ଼ିଆସିଲା ଆଲେସ୍କିଙ୍କୁ ଖୋଜି ଖୋଜି। ଚଳଚ୍ଚିତ୍ର ଉଠା କ୍ୟାମେରା ହଠାତ୍ କ'ଣ ଖରାପ ହୋଇଯିବାରୁ ସେ ସଜାଡ଼ି ନ ପାରି ଆଲେସ୍କିଙ୍କୁ ଡାକି ଆସିଥିଲା। ଆଲେସ୍କିଙ୍କୁ କେନ୍ଦ୍ର ପର୍ଯ୍ୟବେକ୍ଷଣାଗାରରୁ ବାହାରି ଆସୁଥିବା ଦେଖି ତାଙ୍କ ନିକଟକୁ ଦୌଡ଼ିଆସିଲା ଖବର ଦେବା ପାଇଁ। 'ଆଲେସ୍କି, ଆଲେସ୍କି'' ଡାକି ମେରିନା ଯାଇ ଠିଆ ହୋଇପଡ଼ିଲା ଆଲେସ୍କିଙ୍କ ଆଗରେ-। ଗାଲ ପୋଛୁଥିବା ରୁମାଲକୁ ଆଲେସ୍କିଙ୍କ ହାତରୁ ଛଡ଼ାଇ ନେଇ ଗେହ୍ଲେଇ ହୋଇ କହିଲା, ''ତୁମ କ୍ୟାମେରା ହଠାତ୍ ଖରାପ ହୋଇଗଲା ଆଲେସ୍କି–ମୁଁ ଫଟୋ ନେଉଁ ନେଉଁ। ମୋ ଦୋଷ ଧରିବ ନାହିଁ, କୁହ। '' ''କାହିଁକି ଧରିବ ନାହିଁ? ତୁମେ କ୍ୟାମେରା ଖରାପ କଲ ଅଥଚ ତୁମ ଦୋଷ ଧରିବି ନାହିଁ? ବାଃ! ତୁମେ ତ ବେଶ୍ ସିହାଣିଆ? '' ''ବାଃରେ, ତୁମେ ତ ଆଚ୍ଛା ଲୋକ। ମୋତେ ଫଟୋ ନେବାକୁ କହିଲ କାହିଁକି ତାହାହେଲେ? ମୁଁ କ'ଣ ଜାଣିଶୁଣି ତୁମ କ୍ୟାମେରାକୁ ଖରାପ କରିଦେଲି? '' ଏହା କହି ହାତରେ ଧରିଥିବା ରୁମାଲଟାକୁ ଆଲେସ୍କିଙ୍କ ମୁହଁ ଉପରେ ପକାଇଦେଇ ତାଙ୍କ ଗତିପଥକୁ ବନ୍ଦ କରିବାକୁ ଚେଷ୍ଟାକଲା ମେରିନା। ହଠାତ୍ ରୁମାଲ ଉପରେ ଲାଲଚିହ୍ନ ଦେଖି ସେ ଚମକି ଉଠିଲା। '' ତୁମ ରୁମାଲରେ ରକ୍ତ ନା କ'ଣ ଆଲେସ୍କି? '' ଏ କ'ଣ ଲାଗିଛି ଏଥିରେ? ''